ଏକଥା ସେ ନିଧିଆବୋଉକୁବି ଲୁଚେଇଚି। ନେ ଝିଅ ବୋଲି କହି ଲୁଗା ଦେଇଗଲା ସେ। ନ ନ ନିଅନ୍ତା କିମିତି।ଭାଗୁ ମହାନ୍ତି କ କଣ ଏବେବି ପେଟ ଭିତରେ ଗଲିଜି ରଖିଚି? କିଜାଣି। ଠାକୁରେ ଜାଣନ୍ତି। ରାଉତଘରେ ଧାନକୁଟାରେ ବେଶ୍ ମନଲାଗିଛି। ହେଲେ, ରାଉତର ସେଇ ବଡ଼ପୁଅଟା ଭାରି ଫେଚକା। ସେ ବାଟେ ସେ ଦଶଥର ନଟପଟ ହବ କଣେଇ କଣେଇ ଚାହିଁ ଦଉଥିବ। ଚଗଲାମି। ସେ ବଡ଼ଘର ଛୁଆ। କଲିକତା ମାଦ୍ରାଜ ବୁଲିଚି। କେତେ କେତେ ସୁନ୍ଦର ଝୁଅ ବହୂ ସେ ଦେଖି ନଥିବ। ସେ ଗୋଟେ ଏଇ ରତନୀ ଭଳି ଅପରିଚ୍ଛନ୍ନି ଅସନା ମାଇପିଟାକୁ ଅନାନ୍ତା କାହିଁକି। ଏମିତି ବାଟ ଚାଲିଗଲା ଲୋକେବି କ'ଣ ଏଣିକି ତେଣିକି ଚାରିଆଡ଼କୁ ଅନେଇ ଦେଉନାହାନ୍ତି କି। ଯିବା ଆସିବା ନିତି ଚାଲିଚି ଏ ବାଟେ। ଆଖି ପଡ଼ିଯାଉଥିବ। ଆଉ କ'ଣ ଆଖି ବନ୍ଦ କରି ବାଟ ଚାଲନ୍ତା। ସେଦିନ ଅମେଇସ ଅମେଇସା ହାଟପାଳି। ଇସ୍କୁଲର ମାଷ୍ଟର ଧନୀ ମାଷ୍ଟର ସେଇବାଟେ ହାଟରୁ ଫେରିଗଲାବେଳେ ତମର ଚିଠିଖଣ୍ତେ ଆସିଚି ବୋଲି ପୋଷ୍ଟକାର୍ଡ଼ ଖଣ୍ତେ ପକେଇ ଦେଇଗଲା। ରତନୀ ପୋଷ୍ଟକାର୍ଡ଼ ଉଠେଇ ଝାଡ଼ିଝୁଡ଼ାକି ଯତନରେ ରଖିଲା। ଯେମିତି ନିଧି ପାଇଲା ସେ ଆଉ କିଏ ଦେଇଥିବ ଶୁକୁରା ଛଡ଼ା। ଯେମିତି ଶୁକୁରାର ଆତ୍ମା ଆସିଚି ତା' ସାଙ୍ଗରେ। ମହାପ୍ରଭୁଙ୍କୁ ଜୁହାର ହେଲା। ତଳେ ପଡ଼ିଯାଇଥିଲା ବୋଲି ଚିଠିକିବି ଜୁହାର ହେଲା। ବିଦ୍ୟା, ସରସ୍ୱତୀ କିନ୍ତୁ ପ୍ରକୃତରେ ଜୁହାର ହେଲା ସେ ତା' ଦିହାତରେ ଯେଉଁଠି ଶୁକୁରାର ଚିତ୍ର ଲେଖାଯାଇଚି ଆଉ କାହା ଆଖିକି ନ ଦିଶୁ, ରତନୀ ବେଶ୍ ଦେଖି ପାରୁଥିଲା ସେଠିକି ସେଇଚିତ୍ରକୁ ଲକ୍ଷ୍ୟକରି ସେ ଜୁହାର ହେଲା। କିଏ ପଢ଼ି ଦିଅନ୍ତା। ଏତେବେଳେ ତା'ର ମନେପଡ଼ିଲା। କିଏ ପଢ଼ିବ? ଆଃ, ମାଷ୍ଟରଟା ତ ଚାଲିଗଲା। ଚଣ୍ତାଳ ଟିକିଏ ପଢ଼ି ଶୁଣେଇ ଦେଇପାରିନଥାନ୍ତା। ଯାଇଥିଲେ କ'ଣ ଇମିତି ସରି ଯାଉଥିଲା ତାର? ହଁ, ନିଧିଆ ବୋଉ ତ ପଢ଼ି ଜାଣେ। ନିଧିଆ ବୋଉକୁ ସେ ଡାକିବ-। ଡାକିବ ଯେ, ହେଲେ ଏଡ଼େ ସୁନ୍ଦର ପବିତ୍ର ଚିଠିଟାକୁ ସେ ନିଧିଆ ବୋଉ ପରି ମାଇପଟା ମୁହଁରୁ ଶୁଣିବାନା? କି ନିଧିଆ ବୋଉର କ'ଣ ହେଇ ଯାଇଚି କି? ନିଧିଆବୋଉ କ'ଣ ମଣିଷ ନୁହେଁ? ନିଧିଆବୋଉର। ଗିରସ୍ତ ନାହିଁ ବୋଲି କ'ଣ ନିଧିଆବୋଉ କେବେ ଗିରସ୍ତ ସୁଖ ପାଇ ନାହିଁ? ପାଇଚି? ନିଧିଆ ବାପ କ'ଣ ତା'ର ଗିରସ୍ତ। ନିଧିଆ ବାପକୁ କ'ଣ ସେ ହାତ ଧରି ବାହା ହେଇଥିଲା? ଠାଇଁ ଠାଇଁ ଠାଇଁବି ନୁହେଁ ଝଅଟ ପଣିଆ। ସେଟା ଜାଣିବ କୁଆଡ଼େ ଗିରସ୍ତ ସୁଆଗ ଗିରସ୍ତ ଶରଧା? ମାଗି ଆଣିଲା, ସାଉଁଟି ଆଣିଲା, ଚୋରିକରି ଆଣିଲା ତୁଣ ପଚି ସଡ଼କେ। ସେ ତ ତା'ର ନିଜର ନୁହେଁ। ବାପା ମା ପିତୃ ପିତା ତ ତାକୁ ବିଭାକରି ଦେଇ ଯାଇ ନାହାନ୍ତି। ତାର ମୁଆଁସ ବା ହବ କିମିତି? କାହାର ମୁଆଁସ ବା ହୁଅନ୍ତା କାହିଁକି ଆହା, ବିଚରା କେଡ଼େ ଦୁଃଖୀ ସତେ ଦେଖୁ ସେ, ପଢ଼ୁ ସେ ଏ ଚିଠି। ଟିକିଏ ହେଲେ ତ ଆନନ୍ଦ ହବ ତା'ର? ହବ ନାହିଁ? ଆଉ କ'ଣ ହିଂସା କରିବ? ନିଧିଆବୋଉର ପାହା ନାହିଁ, ରତନୀ ତା ପାଇଚି ନ ଦେଖେଇବ କାହିଁକି? ନିଧିଆ ବୋଉ କାହିଁ? କୁଆଡ଼େ ପଳେଇଲା? ଆଜି ଅମେଇସିଆ । କାହାଘରେ ଯାଇ ପିଠଉ ବାଟୁଥିବ। ଧନୀ ମାଷ୍ଟର ଘର ଏମିତି କେତେ ଦୂର କି? ସେ ତା'ରି ପାଖକୁ ଯାଇ ପଢ଼ି ଆସିବନି? ଲାଜ? ଆଉ କି ଲାଜ? ଧାନକୁଟି ପେଟ ପୋଷିଲାଣି ଯେ ତା'ର ଆଉ କି ଲାଜ? ଧାନକୁଟିବା ପାଇଁ କୋଶେ କୋଶେ ବାଟଚାଲି ଯାଉଚି, ଲାଜମାଡ଼ୁନାହିଁ, ଏଇ ଗାଁ ଭିତରେ ପଶି ଖଣ୍ତେ ବାଟ ଯିବାକୁ ଲାଜ? ତେବେ, ଅନ୍ଧାର ହେଇ ଗଲାଣି। କିଏ କ'ଣ ଭାବିବ। ଭାବୁପଛେ, ସେ ଆଉ ଥୟ ଧରି ପାରୁ ରହିପାରୁ ନାହିଁ। ଭଲ କି ମନ୍ଦ କିଛି ଗୋଟେ ତଥ୍ୟକରି କହିଗଲା ନାହିଁ ଧନୀ ମାଷ୍ଟର। ମାଷ୍ଟରଟା କେମିତିକା ଲୋକ କି? ଅକଲ ନାହିଁ ମଣିଷଟାର। ଭାଷା ପଢ଼ି ରତନୀ ପୁଣି ଜବାବ ଲେଖିବ। ବାକୟା ଭଲ ଅଛି। ସେ ଭଲ ଅଛି। ଧାନକୁଟି ଭାତଖାଉଚି। ଚମକି ପଡ଼ିଲା ରତନୀ। ଏଇୟା ଲେଖିବ ସେ ଶୁକୁରାକୁ ଦୁଃଖ ହବ ନାହିଁ?